ସେହି ଅମଙ୍ଗଳର କଷାଘାତ ସମ୍ଭବତଃ ଏବେ ମଧ୍ୟ ସରି ଯାଇନଥିବା ପରି ବୋଧ ହେଉଛି। ମଣିଷ ମଣିଷ ହାଣକାଟ ହେଲେ। ପରସ୍ପରକୁ ଗୋଟିଏ ଗୌରବର ଉତ୍ତରାଧିକାରୀ ବୋଲି ନ ଚିହ୍ନି ସେମାନେ ଦୁଷ୍ଟ ନେତୃତ୍ଵ ଗୁଡ଼ିକର ପ୍ରରୋଚନାରେ ଧର୍ମର ମାର୍କା ଦେଇ ଚିହ୍ନିଲେ। ସେ ପାଖରେ ପାକିସ୍ତାନ ହେଲା, ଏ ପାଖଟାକୁ ହିନ୍ଦୁସ୍ତାନ ବୋଲି କୁହାଗଲା। ସେ ପାଖରେ ହିନ୍ଦୁମାନେ ଓ ଏପାଖରେ ମଧ୍ୟ କୋଟି କୋଟି ମୁସଲମାନମାନେ ରହୁଥିଲେ। ପାକିସ୍ତାନକୁ ପୃଥିବୀର ଇତିହାସରେ ହୁଏତ ଏକମାତ୍ର ଏପରି ରାଷ୍ଟ୍ର ବୋଲି କୁହାଯିବ ଯେଉଁଠାରେ କି ସେପରି ଗୋଟିଏ ରାଷ୍ଟ୍ର ପାଇଁ କୌଣସି ସ୍ୱାଧୀନତା ସଂଗ୍ରାମ ଲଢ଼ାଯାଇ ନାହିଁ। ସେଠା ନେତାମାନଙ୍କୁ ସତେଅବା ଗୋଟାଏ ନିମକହାରାମ ଜାଗିରି ହିଁ ମିଳିଯାଇଛି। ସେହି ଅଞ୍ଚଳରେ ଯେଉଁ ସହସ୍ର ସଂଖ୍ୟାର ମଣିଷ ସ୍ଵାଧୀନତା ସଂଗ୍ରାମର ଶିବିର ମଧ୍ୟରେ ଥିଲେ ସେମାନେ ପାକିସ୍ତାନ ପାଇଁ ସଂଗ୍ରାମ କରିନଥିଲେ।ସେମାନେ ଏହି ସମ୍ପୂର୍ଣ୍ଣ ଭୂମିଟିର ବନ୍ଧନମୋଚନ ନିମନ୍ତେ ହିଁ ସଂଗ୍ରାମ କରିଥିଲେ। ପାକିସ୍ତାନ ଫନ୍ଦା ହେବା ପରେ ସେମାନେ ଜେଲ ଭିତରେ ରହିଲେ। ଭାରତବର୍ଷର ସ୍ଵାଧୀନତା ଲାଭ କରିବାର ଅବସରରେ ଘଟିଥିବା ଏହି ବିଡ଼ମ୍ବନାଟିକୁ ଏହି ସମଗ୍ର ଭୂମିଟିକୁ ନିଜର ନିୟତି ଓ ନିଜର ଜନନୀ ବୋଲି ସ୍ୱୀକାର କରୁଥିବା କୌଣସି ବ୍ୟକ୍ତି କେବେହେଲେ ହଜମ କରିପାରିବ ନାହିଁ। ଅର୍ଥାତ୍ ପାକିସ୍ତାନରେ ସ୍ଵାଧୀନ ରାଷ୍ଟ୍ରରେ ଯେଉଁମାନେ କ୍ଷମତାକୁ ଆସିଲେ, ସେମାନେ ସ୍ୱାଧୀନତା ସକାଶେ ପ୍ରକୃତରେ କୌଣସି ସଂଗ୍ରାମ କରିନଥିଲେ। ମାଙ୍କଡ଼ ପିଠା ବାଣ୍ଟୁଥିବା ବେଳେ ଯୋଗକୁ ସେମାନଙ୍କ ଭାଗରେ ଯେଉଁ ଚେନାଟି ପାଇଲେ ସେମାନେ ସେଇଟାକୁ ମୂଳତଃ ଗଢ଼ିବାକୁ ଇଚ୍ଛା କରୁନଥିଲେ, ସେଇଟାକୁ ଭାଗ କରିବାକୁ ହିଁ ଚାହୁଥିଲେ। ମହମ୍ମଦ ଅଲ୍ଲି ଜିନ୍ନା ଯେ ପାକିସ୍ତାନ ହେଉ ନିଜ ଭିତରେ ନିଜେ ଭାରି କାଇଲି ହୋଇ ଯାଉଥିଲେ ଓ ତାହାରି ଆଘାତରେ ନିଜକୁ ସମଗ୍ର ଦୃଶ୍ୟପଟଟିରୁ ପ୍ରତ୍ୟାହାର କରି ନେଉଥିଲେ, ଏପର୍ଯ୍ୟନ୍ତ ତାଙ୍କୁ ସେହି ସମୟର ଜୀବନ ବିଷୟରେ ଯେତିକି ତଥ୍ୟାଦି ମିଳୁଛି, ସେଥିରୁ ସେହିଭଳି ଅନୁମାନ କରିବା ଲାଗି ପ୍ରକୃତରେ ଯଥେଷ୍ଟ କାରଣ ମିଳିପାରିବ। ଶ୍ରୀ ଲିଆକତ୍ ଅଲ୍ଲୀଙ୍କର ହତ୍ୟା ପରେ ଖୁବ୍ ସୂଚନା ମିଳିଯାଉଥିଲା ଯେ ଏଣିକି ସେପାଖର ସେହି ଖଣ୍ଡଟାକୁ ରାଜନୀତି ନୁହେଁ, ଗୋଟିଏ ଭୂମିକୁ ଶ୍ରଦ୍ଧାର ସହିତ ଗଢ଼ି ଆଣିବାର ବୁଦ୍ଧିମତ୍ତା ବି ନୁହେଁ, ପ୍ରଧାନତଃ ଏକାଧିକ ମାର୍କାର ଅବିବେକ ହିଁ ଶାସନ କରିବ। ସତକୁ ସତ ସବୁ କିଛି ସେହି ଆଡ଼କୁ ହଁ ଢଳି ପଡ଼ିଲା। ଧର୍ମ ନାମକ ଗୋଟାଏ ଆଦିମ ଅଫିମ ଭାରି କାମ ଦେଲା। ଭାରତ ନାମକ ଏପାଖ ଭାଗଟା ପ୍ରତି ଘୃଣାଟା ହିଁ ଲୋକମାନଙ୍କୁ ଏକ ସ୍ୱାଧୀନ ଦେଶର ଅସଲ ପ୍ରତ୍ୟାଶାଗୁଡ଼ିକ ବିଷୟରେ ଅନ୍ଧାରକଣା କରି ରଖିଲା। ଏବଂ ସେନା ବାହିନୀଟା ମଉକା ପାଇ ରାଜା ହେଲା। କେତେଟା ସାମନ୍ତ ପୂରା ମସନଦଟାକୁ ମାଡ଼ି ବସିଲେ। ସରକାରଟା ଉଗ୍ରବାଦ ଉପରେ ଭରସା କରି ରହିବାରୁ ସାନ। ସାନ ଉଗ୍ରବାଦର ବି ଉଦୟ ହେଲା। ପୃଥିବୀର ଶୀତଳ ଯୁଦ୍ଧଜନିତ ରାଜନୀତିରୁ ସେଠାକାର ଶାସନାଧୀଶମାନେ ଖୁବ୍ ଫାଇଦା ଉଠାଇଲେ। ଏପାଖ ଭାଇଟା ସହିତ ଖୁବ ଖୁରି ଖାଇଲେ। ଏବଂ ହିନ୍ଦୁସ୍ତାନର କଣ ହେଲା? ଅନ୍ତତଃ ଚେନାକରେ ପୂର୍ଣ୍ଣ ସୁଯୋଗ ପାଇ ସେମାନେ ଭୁମିଟିଏ ବା ଭାଗ୍ୟଟିଏ ସମସ୍ତଙ୍କର ମନୋମତ କରି ଗଢ଼ିବେ ବୋଲି ନିଜକୁ ଆଶ୍ୱାସନା ଦେଇ ଦେଶ ବିଭାଜନରେ ରାଜି ହୋଇଥିବା ନେତାମାନେ ପ୍ରଥମେ ପ୍ରଥମେ କେତେ କଥା କହିଲେ। ଗାନ୍ଧୀ ନାମକ ଗୋଟାଏ ଆଉ ପ୍ରକାରର ବିବେକ ସେମାନଙ୍କୁ କାନ ଧରି ଚେତାଇ ଦେବାକୁ ମଧ୍ୟ ସଶରୀର ଆଗରେ ଛିଡ଼ା ହୋଇ ରହିଥିଲା। ଗାନ୍ଧୀ ଥିଲେ ବୋଲି ସ୍ୱୟଂ ଆମ୍ବେଦକରଙ୍କୁ ସମ୍ବିଧାନ ତିଆରି କରିବାର କାର୍ଯ୍ୟରେ ପୁରୋଧା କରି